କେହି ପାରିଲେ ନାହିଁ ବୋଲି ଏତେ ବର୍ଷ ଲାଗିଗଲା। '' ''କ'ଣ ସବୁ କହୁଚ? ପାହାଡ଼ ସାଙ୍ଗେ କଥାବାର୍ତ୍ତା କରୁଚ ନା କ'ଣ? '' ''ନାଇଁଲୋ, ତତେ କହୁଚି। '' ମୋ କୋଡ଼ରେ ବିଜନ ସରକାରଙ୍କ ଝିଅ ରତ୍ନା, ହୋଟେଲରେ ମୋର ବଡ଼ ସାଙ୍ଗ। ବୟସ ଛଅ କି ସାତ। ବାପା ବେମାର, ଟି. ବି ରୋଗୀ-ସାନାଟୋରିଅମରେ ରହନ୍ତି। ସେଇଥିପାଇଁ ରତ୍ନା ତା ମା' ସହିତ ଆସି ଏଇ ହୋଟେଲରେ ଅଛନ୍ତି ପ୍ରାୟ ଛଅ ମାସ ହୋଇଗଲାଣି। ବାପା ଭଲ ହେଲେ ଫେରିବେ-ଆଉ ସାତ ଆଠ ଦିନ ପରେ ସାନାଟୋରିଅମରୁ ଛୁଟି ପାଇବେ। ମାଆ ସବୁବେଳେ ଚିନ୍ତିତା। ରତ୍ନା ଖାଲି ଜାଣେ ବାପାଙ୍କର ଦେହ ଖରାପ। ସେ ଜାଣେନା ଟି. ବି. କିଭଳି ସାଙ୍ଘାତିକ। ରାତି ଦିନ ମୋ ସାଥିରେ ରତ୍ନା ସମୟ କଟାଏ, ସିନେମା ମାଗାଜିନରୁ ଛବି ଦେଖେ। ଜନିଓ୍ୱାକର୍ଠୁ ଆରମ୍ଭ କରି ଗୀତାବାଲୀ ପର୍ଯ୍ୟନ୍ତ ସମସ୍ତଙ୍କ ନାମ, ରୂପ ସହିତ ସେ ସୁପରିଚିତ। କଲିକତାରେ ଥିବାବେଳେ ଭଉଣୀ ସ୍ୱପ୍ନା ସହିତ ସେ ନିୟମିତ ଭାବରେ ସିନେମା ଯାଏ। ଏଇ କେତୋଟି ଦିନ ମତେ ପାଇ ତା ମନ ଖୁସ୍। ଦୁଇ ଜଣଯାକର ବଙ୍ଗଳା ଅସ୍ପଷ୍ଟ। ପରସ୍ପରକୁ ଖାପ ଖୁଆଇ ନେଉ। ଡିସେମ୍ବର ମାସର ଗୋଟିଏ ସୁନ୍ଦର ପ୍ରଭାତ। ଆଜି ଦାର୍ଜିଲିଂ ନୂତନ ବେଶର ବିଭୂଷିତା-। ବର୍ଷା ନାହିଁ, ଝଡ଼ ନାହିଁ, ପ୍ରଖର ସୂର୍ଯ୍ୟ ରଶ୍ମି ମଧ୍ୟ ନାହିଁ। ରତ୍ନା କହିଲା-''ଦେଖେଇବେ? '' ''କ'ଣ? '' ''କହିଥିଲେ ପରା ଏଭରେଷ୍ଟ ଦେଖେଇବେ। '' ରତ୍ନା ଠିକ୍ ମନେ ପକାଇଦେଇଛି। ଏମିତି ପାଗରେ ହିଁ ଏଭରେଷ୍ଟ ଦେଖିବାର କଥା। ଆଜି ନିଶ୍ଚୟ ଦେଖାଯିବ। କିଛି ଟାଇଗର ହିଲ୍। ଏଇଠୁ ଏଭରେଷ୍ଟ ଦର୍ଶନୀୟ। ''ଆଜ୍ ଜାନା ହୋଗୋ। '' ''କାହାଁ ବାବୁଜୀ? '' ହରିସିଂର ଭଣଜା ଜାଣିବା ପାଇଁ ଉଦ୍ବିଗ୍ନ। ''ଏଭରେଷ୍ଟ-ତୁମ୍ହାରା ଚୋମାଲୋଙ୍ଗମା ଦେଖେନକେ ଲିୟେ। '' ''ଟାଇଗର୍ ହିଲ୍? '' ''ହାଁ ''। ରତ୍ନା ପୋଷାକ ପିନ୍ଧି ତିଆର। ''ଦାଦା, ଚଲୁନ-'' କ୍ଷୀଣ ସୂର୍ଯ୍ୟାଲୋକର ତାପ ସାଙ୍ଗରେ ହେମନ୍ତର ଶୀତ। ଦେହରେ ପୋଷାକ। ଗୋଟିଏ ଘୋଡ଼ାରେ ଆମେ ଦୁଇଜଣ, ମୁଁ ଓ ରତ୍ନା। ଘୋଡ଼ା ଚାଲିଚି-ଖୁରାର ଟପ୍ ଟପ୍ ଶବ୍ଦ। ଚାରିଆଡ଼ର କାନ୍ତ କୋମଳ ଦୃଶ୍ୟରେ ଦୁହିଁଙ୍କ ମନ ଫୁଲ ଉଠୁଚି। ମନେ ହେଉଚି ପୃଥିବୀ ଗୋଟାକ ଆମର ବହୁତ ତଳେ। ପୃଥିବୀ ଶୋଇ ରହିଚି ଅନନ୍ତ ନିଦ୍ରାରେ। ବିଜନ ଭୀଷଣ ଅରଣ୍ୟାନିର ଶୋଭା ଦେଖି ଚାଲିଚୁ। ଦୁଇଧାରରେ ଯେପରି ଅପ୍ରାକୃତ ଅନୈସର୍ଗିକ ଇନ୍ଦ୍ରଜାଲ ବିସ୍ତାରିତ। ତଳେ ତଳେ ରହସ୍ୟମୟ ବହୁ ଜଟିଳ ପଥ ବିପଥ ସଂଶୟାଚ୍ଛନ୍ନ ପ୍ରଶ୍ନ ପରି ଇତସ୍ତତଃ ପଡ଼ିରହିଛି। ଛାୟାଚ୍ଛନ୍ନ ପଥ ଭିତରୁ କେଉଁ କେଉଁଠି ଦେଖାଯାଉଛନ୍ତି। ଶ୍ୱେତାକାୟ ମାଟିର ସନ୍ତାନ। କେଉଁଠି ନେପାଳୀ ସେର୍ପା ଭୁଟିଆଙ୍କ ବସ୍ତି। ଛୋଟ ବଡ଼ କେତୋଟି ଘର-ପୁଷ୍ପମଞ୍ଚରୀ ପରି ମନୋରମ ଦୃଶ୍ୟ। ସେର୍ପାମାନଙ୍କର ପଇସା ରୋଜଗାର ହୁଏ ଏହି ଜାଗାଗୁଡ଼ିକରୁ। ବିଦେଶୀ ଯାତ୍ରୀ ଆସିଲେ, ପ୍ରଥମେ ଏଇଠିକି ଛୁଟି ଆସିନ୍ତି। ପଥ ନିର୍ଦ୍ଦେଶ ପାଇ ଅନ୍ତତଃ ପକ୍ଷେ ଦୁଇ ଟଙ୍କା-ଘୋଡ଼ାରେ ଚଢ଼ିବା ପାଇଁ ଆଉ ଦେଢ଼ ଟଙ୍କା। ଭସା ଭସା ମେଘମାଳା ତୁଷାରପୂର୍ଣ୍ଣ ଏଭରେଷ୍ଟର ବହୁତ ଦୂରରେ। କିନ୍ତୁ ଟାଇଗର୍ ହିଲଠୁ ତାକୁ ବେଶ ଭଲ ଭାବରେ ଦେଖି ହୁଏ। ରତ୍ନା ବାଟଯାକ ପଚାରି ଲାଗିଚି-ଦାଦା ଓଟା କି, ଏଟା କି, କିନ୍ତୁ ସେ ଜାଣେନା ଯେ ମୁଁ ବୟସରେ ବଡ଼ ହେଲେ କ'ଣ ହେଲା ମୁଁ ତ ଏଠି ସମ୍ପର୍ଣ୍ଣ ନୂତନ-ସେ ବରଂ ମୋଠୁ ଟିକିଏ ପୁରୁଣା-। ରତ୍ନାର ସବୁ ପ୍ରଶ୍ନର ଉତ୍ତର ଦିଏ ହରିସିଂର ଭଣଜା। ଏଇ ହେଉଛି ଟାଇଗର୍ ହିଲ୍। ଆମ ମଗରୁ ଏଇଠି ବହୁ ଯାତ୍ରୀ ଆସି ବୁଲୁଛନ୍ତି ଦଳ ଦଳ ହୋଇ। ଅଧିକାଂଶ ବିଦେଶୀ ଜର୍ମାନ୍, ବ୍ରିଟିଶ୍, ସୁଇସର ଲୋକ ଏମାନେ। ସାଙ୍ଗରେ ଛୋଟ ଛୋଟ ଛୁଆ, ସନ୍ତାନ ସନ୍ତିତ, ଭାଇ ଭଉଣୀ ସମସ୍ତେ। ହାତରେ କାମରା। ଦୂରରେ ବହୁତ ପାହାଡ଼ ସବୁ ଏକରକମର-ଧଳା ଧଳା। ଏଥିଭିତରୁ କେଉଁଟା ଏଭରେଷ୍ଟ? ରତ୍ନାର ଇଚ୍ଛା ବିଦେଶୀ ପିଲାଙ୍କ ପରି ହାତରେ ସେମିତି ଗୋଟାଏ ଗୋଟାଏ ଦୂରବୀକ୍ଷଣ ଯନ୍ତ୍ର ଥାଆନ୍ତା, କାମାରା ଥାଆନ୍ତା। ସେ ବହୁଦୂରକୁ ଦେଖନ୍ତା-ଫଟୋ ତୋଳନ୍ତା। ଛବି ସବୁ ସ୍ୱପ୍ନାକୁ ନେଇ ଭେଟି ଦିଅନ୍ତା।